ବାପାଙ୍କ ଆଡ଼କୁ ମୁହଁ ବୁଲାଇ ଏଥର ଚାହିଁଲା ମନୋରଞ୍ଜନ। କହିଲା ମୋର ଗୋଟିଏ ପେସେଣ୍ଟ ପାଖରୁ। ବଡ଼ ସାଂଘାତିକ ଅବସ୍ଥା ହୋଇପଡ଼ିଥିଲେ। ସେ। -ବର୍ତ୍ତମାନ ସେ କ'ଣ କହୁଛନ୍ତି? ଉଦ୍ବିଗ୍ନ ଗଳାରେ ପଚାରିଲେ ଦିବ୍ୟେନ୍ଦୁ। -ରୋଗୀଟି ମରିଗଲେ ବାପା। କହୁ କହୁ ଉଠି ଚାଲିଗଲେ ମନୋରଞ୍ଜନ ବାହାରକୁ। କେତେ ରୋଗୀ ତାଙ୍କୁ ଚାହିଁ ବସିଥିବେ। ଇସ୍ କି ମେଘ! ସାଇକେଲଟା ଗେଟ୍ ପାଖରେ ରଖିଦେଇ ଓ୍ୱାଟର ପ୍ରୁଫ୍ଟା ନେବାପାଇଁ ପୁଣି ଘରକୁ ଫେରିଲେ। ତା' ପରେ ଚାଲିଗଲେ। ସବୁ କିଛିରେ ଡାକ୍ତର ଆଜି ଅନ୍ୟମନସ୍କ। ଅପରାଜିତା ଆସି ପଚାରିଲେ ସ୍ୱାମୀଙ୍କୁ-ମନୁଟା ଆଜି ମୁହଁ ଶୁଖାଇଛି କାହିଁକି? ଦିବ୍ୟେନ୍ଦୁ ବିସର୍ଣ୍ଣକଣ୍ଠରେ କହିଲେ-ତା'ର ଗୋଟିଏ ପେସେଣ୍ଟ ଆଜି ମରିଗଲେ। ନରମ ମନ ତ, ସେଥିପାଇଁ ହୁଏତ ଦୁଃଖ ପାଇଛି। ଅପରାଜିତା କହିଲେ-ଆହାଃ! ଘଣ୍ଟାରେ ବାରଟା ବାଜିଲା। ତନୁ ଡେଇଁ ଡେଇଁ ଘରେ ପଶିଲା। କହିଲା-ବୋଉ ଭାଇନା ଆସିନାହାନ୍ତି? କହୁ କହୁ ଦେଖିଲା ମନୋରଞ୍ଜନ ଗେଟ୍ ବନ୍ଦକରି ସାଇକେଲ ଧରି ଆସୁଛନ୍ତି। ହାତରେ କାଗଜର ସରୁ ଗୋଟିଏ ବଣ୍ଡିଲ୍। ମୁହଁ କିନ୍ତୁ ଶୁଖିଲା। ସେଇ ବଣ୍ଡିଲଟା ତନୁ ହାତରେ ତୋଳିଦେବାର ଇଚ୍ଛା ଆଜି ତାଙ୍କର ଆଦୌ ନଥିଲା। ବାପା ବୋଉଙ୍କ ସାମନାରେ ତନୁ ପାଇଁ ବ୍ଳାଉଜ୍ ପିସ୍ ଆଣିବେ ବୋଲି କହିଥିଲେ, ତେଣୁ ଆଣିଛନ୍ତି। ମନେ ନାହିଁ ଆଣିଲିନି ଏକଥା କହିବାକୁ ତାଙ୍କୁ ଭଲ ଲାଗେନି। ଆଜି କିପରି କହିବେ ଅବା ଭୁଲିଗଲି ବୋଲି। କିନ୍ତୁ ହସ ହସ ମୁହଁରେ ତନୁ ହାତକୁ ଦରବଟି ବଢ଼ାଇ ସେ ପାରିଲେନି। ପାରିବା ବି ଦରକାର ପଡ଼ିଲାନି। ତନୁ ନିଜେ ହାତରୁ ଟାଣିନେଇ ଦେଖିପକାଇଲା। ଖୁସିରେ ନାଚିଗଲା ପରସ୍ତେ। ଡାକ୍ତର କିନ୍ତୁ ଖୁସି ହୋଇପାରିଲେନି ଆଜି ଏକମାତ୍ର ଭଉଣୀର ଖୁସି ଦେଖି। ଗମ୍ଭୀର ହୋଇ ଥରେ ଚାରିଆଡ଼କୁ ଚାହିଁଲେ-ଆଖ ପାଖରେ କେହି ନାହାନ୍ତି ଦେଖି ପଚାରିଲେ-କାଲି କଲେଜ ନଯାଇ କୁଆଡ଼େ ଯାଇଥିଲୁ? ଯାଇଥିଲୁ କଲେଜ? ସ୍ତବ୍ଧ ହୋଇଗଲା ତନୁ ଭାଇନାଙ୍କ ପ୍ରଶ୍ନରେ। ଢୋକ ଗିଳୁ ଗିଳୁ କହିଲା,-ଯାଇଥିଲି ତ। ଡାକ୍ତର ଏଥର ଅଗ୍ନିଝରା ଆଖିରେ ଭଉଣୀକୁ ଚାହିଁଲେ। କହିଲେ-ଆଉ ଥରେ ପଚାରୁଛି, କହ, ଯାଇଥିଲୁ କାଲି କଲେଜ? ତନୁ ପ୍ରଦୀପ ଶିଖା ପରି ଧିରେ ଧିରେ କମ୍ପିଲା କହିଲା-ନାଇଁ, ମୁଁ ଯୁଇଙ୍କ ଘରେ ଥିଲି। ଡାକ୍ତର ସ୍ଥିର ଆଖିରେ ଚାହିଁ ରହିଲେ ଭଉଣୀର ମୁହଁକୁ। ସେ ଆଖିରେ ପଲକ ପଡ଼ୁନି-। ସତେଅବା ଦୁଇଟି କାଚର ଆଖି। ତାପରେ, ବଜ୍ର କଠିଣ କଣ୍ଠରେ କହିଲେ ଏଥର ତୁ ମିଛ କହିଲୁ। ତୋ ମୁହଁ ଦେଖି ସବୁ ମୁଁ ଜାଣିପାରିବି। ମୋତେ ସତ କହିବାର ସାହସ ତୋର ନାହିଁ-? ଯାହାହେଉ, ମୁଁ କାହାକୁ କହିନି। ବାପା ଶୁଣିଲେ ଏକାଥରେ ହାଣିଦେବେ। ତନୁର ଗୋରା ମୁହଁଟି ପାଉଁଶିଆ ପଡ଼ିଯାଇଥିଲା। ଲୁଗାପଟା ବଦଳି ସମସ୍ତେ ଖାଇବସିଲେ। ସବୁଦିନର ଆନନ୍ଦମୟ ସମୟଟି ନିରାନନ୍ଦରେ ନିଷ୍ପ୍ରାଣ ହୋଇଉଠିଥିଲା। ଡାକ୍ତର କିନ୍ତୁ ବୁଝିପାରିଛନ୍ତି ତାଙ୍କର ନୀରବତା ଯୋଗୁଁ ଆଜିକାର ଏଇମିତି ପରିବେଶ। ମନରେ ବହୁତ ଦୁଃଖ ପାଇଲେ; କିନ୍ତୁ ତନୁ ସମ୍ପର୍କରେ ମନ ତାଙ୍କର ଏତେ ବିଚଳିତ ହୋଇପଡ଼ିଛି ଯେ, ସେ ଆଦୌ ଆଜି ସହଜ ଭାବରେ ଦୁଇପଦ କଥା କହିପାରୁନାହାନ୍ତି। ତନୁ ପରି ଝିଅ ସେ ବି ଆଜି ନୀରବ। ସତରେ, ତନୁ କେବଳ ଗୋଟିଏ କଥା ଭାବି ଚାଲିଛି ଯେ ଭାଇନା କିପରି ଜାଣିଲେ ସେ କାଲି କଲେଜ ଯାଇନି ବୋଲି। ଦିବ୍ୟେନ୍ଦୁ ଆଉ ଅପରାଜିତା ଭାବୁଛନ୍ତି ସକାଳର ରାଗ ବର୍ତ୍ତମାନ ତନୁ ଗୁମୁରୁଛି। ଷୋହଳ ମନୋରଞ୍ଜନ ଖାଇ ସାରି ମଧ୍ୟାହ୍ନରେ ଟିକିଏ ଶୋଇପଡ଼ନ୍ତି। ଆଜି ଆଉ ଆଖି ପତାକୁ ନିଦ ଛୁଉଁ ନାହିଁ। କଡ଼ ଲେଉଟାଇ ଖାଲି ଏପଟ ସେପଟ ହେଉଛନ୍ତି। ଖାଲି ସେଇ ଗୋଟିଏ କଥା ମନକୁ ଘାରୁଛି। ତନୁ କଲେଜ ନ ଯାଇ କୁଆଡ଼େ ଯାଇଥିଲା? କୁଆଡ଼େ ସେ ଯାଇପାରେ? ଛୋଟ ଭଉଣୀଟି ସମ୍ପର୍କରେ ମନ୍ଦ କଥା ଭାବିବାକୁ ମନ ତାଙ୍କର ବିକଳ ହୋଇପଡ଼ୁଥିଲା। ଆହାଃ, ସାନ ଭଉଣୀଟି, ଗୋଟିଏ ବୋଲି ଭଉଣୀ। ତା' ଉପରେ କେତେ ରାଗୁଛି ମୁଁ। କିନ୍ତୁ କ'ଣ କରିବି, ମନ ତ ମାନୁନି। କୁଆଡ଼େ ଯାଇଥିଲା ସେ? କାହିଁକି ଯାଇଥିଲା? ଯେତେ ଚେଷ୍ଟା କଲେ ମଧ୍ୟ ଏଇ ପ୍ରଶ୍ନ ତ ମନରୁ ଆଦୌ ଏଡ଼ିପାରୁନି। ଏଇ ଗୋଟିଏ ପ୍ରଶ୍ନ ପାହାଡ଼ର ଓଜନ ନେଇ ମନରେ ମୋର ଚାପି ବସିଲା ମୁଁ କ'ଣ କରିବି?